ଧର୍ମ ନାହିଁ କେମିତି-? ଏଇ ତ ଧର୍ମ! ୟାକୁଇ କହନ୍ତି ଧର୍ମବୋଲି! ତାହାହେଲେ, ସେ ଅଧର୍ମ ନ କରିବ କାହିଁକି। ସାତପୁରୁଷର ମାଟି ଏଇ ଜନମ ମାଟିକି ପୂଜା ନ କରି ପଳେଇବାଟା ଯଦି ଅଧର୍ମ ହୁଏତ ହଉ। ଅଧର୍ମ କରି ଲୋକଙ୍କର କିଛି ଭାସିଯାଇ ନାହିଁ। ଅଧିକା ବଢ଼ନ୍ତି ହେଇଛି। ଶୁକୁରା ଅଧର୍ମ କରିବ। ଅଧର୍ମ କାହିଁକି? ସମସ୍ତେ ଯେଉଁ ଅଧର୍ମକୁ ଧର୍ମ ନାଆଁରେ କରିଯାଉଚନ୍ତି ସେ ସେଇ ଧର୍ମ କରିବା। ସେ ଗାଁ ଛାଡ଼ିଯିବ! ବାସ ତା'ର ମଲାବେଳକୁ ଏକା କହିଯାଇଥିଲା ତୀର୍ଥ ସେ କରିପାରି ନଥିଲା ମନରେ ତା'ର ଅବଶେଷ ରହିଯାଇଥିଲା ଅନେକ ଦିନରୁ ମଲାବେଳକୁ ଏକା ଠକ୍ଠକ୍ କରି କଥା କହିଲା ପାଟି ପଡ଼ିଯାଇଥିଲା ଠିକ୍ ପ୍ରାଣଯିବା ଆଗରୁ ସେ ଯେମିତି ଏଇ ପଦକ କଥା କହିବାପାଇଁ ପାଟି ଖୋଲିଲା ''ବାପା, ତୀର୍ଥ ଏଇ, ଏଇ ମାଟି ଆମର ତୀର୍ଥ ଆମ ଚଉଦପୁରୁଷ ଯେଉଁ ମାଟିରେ ମରିଚନ୍ତି ସେଇ ଆମର ତୀର୍ଥ ତୁ ଏ ତୀର୍ଥମାଟିକି ଛାଡ଼ି କେଉଁଠିକି ଯିବୁ ନାହିଁ। '' ଶୁକ କାନ୍ଦିପକାଇଲା ଗରିବଙ୍କ ପାଇ ଏଇ ମାଟି ହେଉଛି ତୀର୍ଥ ସେ ଏ ତୀର୍ଥକୁ ଛାଡ଼ିଯିବ ସପନା ସାଆନ୍ତ ପୁଅପରି ଆଉ କେଉଁଠି ଗଡ଼ି ମରିବ। ତା' ବାପ ଗୋସାଇଁବାପ ଯେଉଁ ମାଟିରେ ମିଶି ମାଟିକି ଉର୍ବରା କରିଯାଇଛନ୍ତି ସେ ମାଟି ସାଙ୍ଗରେ ମାଟି ହେବାର ଭାଗ୍ୟ ତା'ଠୁ କିଏ ଛଡ଼େଇ ନେଇଯିବ। ଯେଉଁ ମାଟିରୁ ତା' ପୁଅ ନାତି ଆଧାର ଗୋଟେଇ ଖାଇବେ ସେ ମାଟିରେ ତା' ଦେହ ମିଶିବ ନାହିଁ। ମଲାବେଳକୁ ସେ ରତନୀର ମୁହଁ, ବାଇଆର ହସ ଦେଖି ମରି ପାରିବ ନାହିଁ? ନାଁ, ସେ ଯିବ ନାହିଁ। ଏକଥା କହିଲାକ୍ଷଣି କିଏ ଯେମିତି ପଛଆଡ଼ୁ ଚାବୁକ ଲଗେଇ ଚିତ୍କାର କଲା ''ଅଲବତ୍ ଯିବୁ। '' ଚାଉଁକିନା ଚମକି ପଡ଼ି ସେ ପଛଆଡ଼କୁ ଚାହିଁଲା। କାହିଁ, କେହି ନାହାନ୍ତି। କେହି ନଥିଲେ। ମହାଜନ ନଥିଲା, ଜମିଦାର ନଥିଲା, ପ୍ରେସିଡ଼େଣ୍ଟ ନଥିଲା, ଭାଗୁ ମହାନ୍ତି ନଥିଲା କେହି ନଥିଲେ। ତହିଁ ଆରଦିନ ସକାଳ। ସକାଳୁ ଉଠି ସେ ଗାଁ ଆଡ଼କୁ ବୁଲିଗଲା। ମନେ ମନେ ସେ ଆଉ ପାଞ୍ଚ ସାତକୁ ପଚାରି ଠିକ୍ କରିବ ସେ କଲିକତା ଯିବ କି ନାହିଁ। ସେ ପାଖରେ କଂସାରି ଘର। ଏଠି ଚାରିଘର ସେଠି ଘରେ ପାଞ୍ଚଘର ଥିଲେ ମୋଟରେ। ଦି ଦିଟା ଘର ତା'ରି ଆଖି ଆଗରେ ଉଜୁଡ଼ି ପଡ଼ିଲା। ଗୋଟାଏ ବାଡ଼ିରେ ସମସ୍ତେ ଶେଷ। ରାଣ୍ଡ ବହୂଟା ବାପଘରକୁ ପଳେଇଲା। ଆଉ ଆସିବାକୁ ନାହିଁ। ଜମିଦାର ସେ ଘରତଳି ବେଓ୍ୟାରସ ବୋଲି ଦଖଲ କଲାଣି। ସେଠି ଏବେ ଖସା ବୁଣା ହେଉଚି। ଆଉ ଘରେ, ଗଲା ଘରଜୋଇଁଆରେ ପାଞ୍ଚକୋଶ ବାଟ ଦୂର ଏଠିକି। ଯେ ଗଲା ସେ ଗଲା। ବାକି ଦି'ଘର।। ସେଥିରୁ ମଣିଷ କିଏ ଯେ ପଚାରିବ କାହାକୁ। ଗୋଟେ ତ ପିଲା। ଜମି ବଖରା କରି ଯଥାକଥା କି ପେଟ ପୋଷେ। ହେଇ ହେଇ ପଦିଆ କଂସାରି ଗୋଟେ ବୋଲି ମଣିଷ। ସେଇଟାବି କେମିତି ଅଲାଗିଲା ମଣିଷଟାଏ। ବସିକି ସଞ୍ଜସକାଳେ ଖାଲି ଠୁକୁର ଠୁକୁର କରୁଥିବ। କରୁ'ଥା। ସରୁ କତୁରୀ ଦି'ପଟ ଦି'ମାସ ହେଲା ବରାଦ ଦିଆଗଲାଣି ଆଜିଯାଏଁବି ନାହିଁ। କୋଢ଼ିଆଟାଏ। କୋଢ଼ିଆ ସେ ନଥିଲା। ଠାକୁରେ ନ କରନ୍ତୁ ଶୁକୁରାର ସେ ଅବସ୍ଥା ନ ହେଉ। ଏମିତି ଦୁଃଖରେ ତ ସମସ୍ତେ କୋଢ଼ିଆ ହୋଇଯାନ୍ତେ। ଛାତି ଉପରେ ପଥର ପଡ଼ିଲା ପରି ଦୁଃଖ। ତା' ଉପରେ ତା' ଉପରେ ତୁହାକୁ ତୁହା ଲଦି ହୋଇ ପଡ଼ିଲା। ତା' କଙ୍କାଳ ଭାଙ୍ଗ ଦେଇ ଯାଇଛି। ସେ ବଞ୍ଚିଛି ସେଇ ଢେର୍। ପୁଅଟାକୁ ଚିକିତ୍ସା କରିପାରିଲା ନାହିଁ ଭେଣ୍ଡା ପୁଅଟା ମରିଗଲା। ମାଇପ ମଲା ଗୋଟାଏ ଦିନ ଗୋଟାଏ ରାତି ଜର ସକାଳକୁ ନାହିଁ। ବିଧବା ଯୁବତୀ ବହୂଟା ଛାଡ଼ ସୁନ୍ଦରୀ ବହୂ କରିବ ନାହିଁ। ସେ ଆଉ କାହାକୁ ଘେନି ଘର କରିବ? ବିଧବା ଭଉଣୀଟିକୁ ଆଣି ପାଖରେ ରହିଥାଏ-। ସେ ପୁଣି ଅଧେ ଦିନେ କଳି କରି ଶ୍ୱଶୁର ଘରକୁ ପଳେଇବ। ପୁଣି ଶ୍ୱଶୁରଘରେ ଗୋଟେ କିଛି ଉତ୍ପାତ ନ କଲେ ଯାଇ ସେ ଆଉ ନ ଫେରେ। ତଥାପି ସେ ପଦିଆକୁ ପଚାରିଲା। ପଦିଆ କିଛି କହିଲା ନାହିଁ। ଶୁକୁରା ଉପରେ ପକେଇ ଦେଲା। କହିଲା''ତୋ ଇଚ୍ଛା ତୋତେ ଯାହା ଭଲ ଲାଗୁଛି। '' ଦାସଘର ପିଣ୍ଡାରେ ହେଇଟି ଅଗଣି ଦାସେ ବଇଛନ୍ତି।